"ସିଏ ଏଠି କୌପୀନ ପିନ୍ଧି ସଂକୀର୍ତ୍ତନ କରିବ ବୋଲି କ'ଣ ସମସ୍ତେ ବଳଦ ହୋଇଯିବେ? କ'ଣ ନା, ରିପୁଦମନ କର। ହୁଃ..." ଚନ୍ଦ୍ରମାଧବଙ୍କ ବିପର୍ଯ୍ୟୟ ଭିତରେ ଭରତ କିଛିଟା ଆତ୍ମସନ୍ତୋଷ ପାଇଥିଲା। ତା'ର ଏଇ କ୍ୟାବିନରେ କେବଳ ଚା', ପାନ କି ସିଗ୍ରେଟ୍ ସେ ବିକେ ନାହିଁ, ପାଖ ବଜାରରୁ ଆହୁରି କଡ଼ା ମାଲ୍ ଆସି ସଞ୍ଜବୁଡ଼େ ହାତରୁ ଦି' ହାତ ହୋଇଥାଏ। ଚନ୍ଦ୍ରମାଧବଙ୍କ ହସ୍ତକ୍ଷେପ ତା' ବ୍ୟବସାୟରେ ବାଧା ପହଞ୍ଚାଉଥିବାରୁ ସେ ତାଙ୍କ ଉପରେ ଆବଶ୍ୟକଠୁ ବେଶି ରୁଷ୍ଟ ହୋଇ ପଡ଼ିଥିଲା। ମଣ୍ଟୁ କହିଲା, "ଚନ୍ଦରା ବାବା ଆଗରୁ ଯାହା ସବୁ କରୁଥିଲା ଆମେ ତା'ର ବିରୋଧ କରୁନଥିଲୁ। ଭାବୁଥିଲୁ, ଯାହା ହେଉଛି ହେଉ, ହିନ୍ଦୁ ଧର୍ମ ପାଇଁ ତ କିଛି କାମ କରୁଛି! ଲୋକଙ୍କୁ ସଂସ୍କୃତ ପୁରାଣ ପଢ଼ି ଶୁଣାଉଛି, ପ୍ରବଚନ ଦେଉଛି। ଦି' ଚାରିଟି ବ୍ରାହ୍ମୁଣ ପିଲାଙ୍କୁ ମଠରେ ରଖି ଖୁଆଇ ପିଆଇ ବେଦପାଠ ବି ଶିଖାଉଛି, ଏସବୁ କରୁ। କିନ୍ତୁ ଯେତେବେଳେ ତା'ର ଗୋତ୍ରମାରୁ ପରିଚୟ ପାଇଲୁ, ସେତେବେଳେ କ'ଣ ଥୟ ଧରି ରହି ପାରିଥାଆନ୍ତୁ!" "କିନ୍ତୁ ତମେ ତ ଏଯାଏଁ ଯାହା ସବୁ କହୁଛ ତହିଁରୁ ଚନ୍ଦ୍ରମାଧବଙ୍କ ଅପକୀର୍ତ୍ତି ବିଷୟ ଜଣା ପଡ଼ୁନାହିଁ। ଖୋଲିକି କଥାଟା କହୁନ, ଅଯଥାରେ ଭଦ୍ରଲୋକଟାକୁ" ମୁଁ ମୋ କଥା ସାରିନାହିଁ, ଭରତ ତା' କ୍ୟାବିନ୍‌ରୁ ଉଠି ଆସିଲା। ମୋତେ ଆଙ୍ଗୁଳି ଦେଖେଇ ଜେରା କଲା ଭଳି ପଚାରିଲା, "ଆପଣ କ'ଣ କହୁଛନ୍ତି?" "ମୁଁ... ମୁଁ କିଛି କହୁନାହିଁ ତ...""ଚନ୍ଦରା ଧର୍ମାତ୍ମା? ପୁଣ୍ୟବନ୍ତ ଲୋକ? ଆଁ!" ମୁଁ ନୀରବ ରହିଲି.। "ତମେ ପରା ସ୍କୁଲ ମାଷ୍ଟର ହୋଇଛ? ପିଲାଙ୍କୁ ଶିକ୍ଷା ଦେଉଛ! ଦେଉଳ ଭିତରେ ପଠାଣ ପୂରେଇବା କେଉଁ ଶାସ୍ତ୍ରରେ ଲେଖା ହୋଇଛି, ଆଁ?" ସେ ଜେରା କଲା। ଆଞ୍ଚ ଉପରେ ବସିଥିବା କ୍ଷୀର ଡେକ୍‌ଚିରୁ ଫେଣତକ ଉତୁରି ପଡ଼ିଲା। ଭରତ ତରତରରେ ଗାମୁଛା କାନିରେ ଡେକ୍‌ଚିଟାକୁ ଧରି ଚୁଲାରୁ ଓହ୍ଲେଇ ଦେଲା ବେଳେ ଦେଖିଲି ତା' ପୁଅଡୋଳାରେ ନିଆଁ ଚକମକ କରୁଛି। ମୁଁ ଡରିଗଲି। ସେ ଡେକ୍‌ଚିଟାକୁ ଢାଙ୍କି ଦେଇସାରି କହିଲା, "ପଳେଇ ଯାଇଛି ବୋଲି ବଞ୍ଚିଯାଇଛି। ନହେଲେ ସେ ଭଣ୍ଡକୁ... ଯାଉ, ପଠାଣଙ୍କ ଘରେ ଯାଇ ପଶୁ ସେ ଗୋତ୍ରମାରୁ। "ଭରତ ତା' ଦାୟିତ୍ୱ ଠିକ୍ ଭାବେ ତୁଲାଉଥିବା ଦେଖି ମଣ୍ଟୁ ପ୍ରସନ୍ନ ଦିଶୁଥିଲା। ସେ କେବଳ ପୁ ପୁଷ୍ଠପୋଷକତା ଯୋଗାଇ ଦେବା ଭଙ୍ଗୀରେ ଭରତ ଆଡ଼େ ଚାହିଁ ମୁରୁକି ମୁରୁକି ହସୁଥିଲା।ମୁଁ ଭରତକୁ ଶାନ୍ତ କରିବା ପାଇଁ ଶବ୍ଦ ଖୋଜୁଥିଲି। "ମୋ କହିବା ଉଦ୍ଦେଶ୍ୟ ସେଇଆ ନୁହେଁ ବାବୁ, କଥା କ'ଣ କି ମୁଁ ତ ଘଟଣା ଘଟିଲା ବେଳେ ଏଠି ନଥିଲି, ସେଇଥିପାଇଁ ଏସବୁ ଜାଣି ପାରିନି। ମନ୍ଦିର ଭିତରେ ବିଧର୍ମୀଙ୍କୁ ଡାକି ନେଇ ପୂରେଇବା କ'ଣ ନ୍ୟାୟ ବୋଲି ମୁଁ କହୁଛି?" ଏତକ କହିସାରି ମୁଁ ଅନୁଭବ କଲି ଯେ ହଠାତ୍ ମଣ୍ଟୁ ଓ ଭରତଙ୍କ ମେଳରେ ମୁଁ ଦୁର୍ବଳ ହୋଇ ପଡ଼ିଛି। ମୋର ସ୍ୱର ଅତି କରୁଣ ଏବଂ ଗୋଟେ ଛେଳିର ମେଁ ମେଁ ରଡ଼ି ପରି ନିଜ କାନକୁ ଶୁଭୁଛି। "ଶୁଣ ସାଆରେ," ମଣ୍ଟୁ ଗଳା ଝାଡ଼ି କହିଲା, "ରହିମ ମି ମିଆଁ ଏଠି ଆସି କେନାଲ ବନ୍ଧରେ ଗୋଟେ ସାଇକେଲ୍ ରିପେୟାରିଂ ଦୋକାନ କରିଥିଲା। ତା' ଘର ଭୀମପଡ଼ା। ତା'ଆରି ପୁଅ ଏଠି ଗୋଟେ ଭାରି ନବାବଗିରି ଦେଖାଏ। ଏକ ନମ୍ବର ଫଟା ରସିକ। ସାଇକେଲ୍ ମରାମତି ଦୋକାନଟେ କରିଛି ଯେ ସେଇଥିରେ ନିଜକୁ ଟାଟା ବିର୍ଲା ଭାବେ। ସେଇ ଟୋକା ପନ୍ଦର ଦିନ ତଳେ ଶ୍ୟାମ ମଉସା ଝିଅକୁ ଫୁସୁଲେଇ ଫାସେଲେଇ କଲିକତା ନେଇ ପଳେଇଥିଲା। କି ଯୁଗ ହେଲାଣି କହିଲେ? ଏଗୁଡ଼ାକଙ୍କର କେତେ ସାହାସ! ପଅରଦିନ ସଞ୍ଜବୁଡ଼େ ସେ ଯେମିତି ଆସି ପହଞ୍ଚିଲା, ହେଲା ଯେ ମାଡ଼, ପୁଅର ନାକଦଣ୍ଡା ଫାଟିଗଲା। ଆଗରୁ ତ ଗାଁ ଲୋକେ ରାଗିକି ଥିଲେ, ବାପା ପୁଅ ମା', କାହାକୁ ଛାଡ଼ିଲେ ନାହିଁ। ହେଲା ଧାମାଧମ୍। ଖାଲି ସେରିକିଆ, ଦି' ସେରିକିଆ, ଗୋଟେ ତ ତଳେ ପଡ଼ୁନଥାଏ। ତା' ବାପାର ଗୋଟେ ଟ୍ରଲି ରିକ୍ସା ଥିଲା, ସେଇଟାକୁ ଆମ ପିଲା ଭାଙ୍ଗିଭୁଙ୍ଗି କେନାଲ ଭିତରକୁ ଗଡ଼େଇ ଦେଲେ। ତା'ପରେ ତା' ଘରେ ନିଆଁ ଲଗେଇ ଦେଲୁ। ନା ରହିବ ବାଉଁଶ, ନା ବାଜିବ ବାଂଶୁରୀ! ରହିମ ତ ତା' ବିବିକୁ ନେଇ ସେଇ ସଞ୍ଜେ ସଞ୍ଜେ କୁଆଡ଼େ ପଳେଇଲା।"